ଯିଏ ମାଗିବାକୁ ବେଉଷା କରେ ତାକୁ ବାଛି ବାଛି ଦାନ ଦେଲେ ଧର୍ମ ହୁଏ।... ଏତିକି। ଆଉ ଅଧିକା ପଚାର ନାହିଁ। ମାଗିବା ଲୋକ ଧନୀ କି ଦେବା ଲୋକ ଧନୀ–ସେ ତତ୍ତ୍ୱ ବୁଝ ନାହିଁ। ଦାନକୁ ପଇସା ଆକାରରେ, କି ଲୁଗା ଆକାରରେ କି ଖାଦ୍ୟ ଆକାରରେ ଦେଲେ ଭଲ–ସେକଥା ବି ପଚାର ନାହିଁ-। ଜୀବନଯାତ୍ରାର ଅସଂଖ୍ୟ ପୂଜା ଉପବାସ ବ୍ରତ ପରି ଗରିବକୁ ଦାନ, ଦେ–ଦେଉଣିଙ୍କୁ ଦବା ଆମର କର୍ତ୍ତବ୍ୟ। ତେଣୁ ଆମେ ଲେଖକମାନେ ଗଳ୍ପ ଲେଖୁଛୁ, କବିତା ଲେଖୁଛୁ, ନାଟକ ଲେଖୁଛୁ-। ଆମେ ଦାନୀ କି ନୁହଁ ଆଉ ଦେଲୁ କେତେ ବା କେତେ ଥର–ସେ କଥାରେ କି କାମ? ଆମର କର୍ତ୍ତବ୍ୟ ଶେଷ ହୁଏ ଦିଓଟି ଗଳ୍ପ ବା ଦଶପୃଷ୍ଠା ଏହି ଭିକାରୀଙ୍କ ବିଷୟରେ ଲେଖି ଦେଲେ। ଦାନ ଖଇରାତର ଅନୁଭବ ନ ଥାଇ ଓ ଦାନ ଦ୍ୱାରା ନିଜେ କାଙ୍ଗାଳ ନ ହୋଇ ମଧ୍ୟ ଆମେ ଦାନ, ଦାତା, ଗ୍ରହୀତା ଇତ୍ୟାଦି ହରେକ କିସମର କଥା ଲେଖିବାକୁ ଆଗ୍ରହୀ। କାରଣ ଲେଖକମାନଙ୍କର ମନରେ ଲାଜ ନ ଥାଏ–ତାଙ୍କର କଲମ ଭାରି ବେହିଆ। ସେମାନେ ବେଶ୍ ଛଳନା କରିପାରନ୍ତି–ବାହୁନି କାନ୍ଦିବା ପରି। ଆଖିରୁ ଲୁହ ଝରୁ ନ ଥିବ କିନ୍ତୁ ଏଣେ ଏଡ଼େ ବିକଟାଳ ରଡ଼ି କରି କାନ୍ଦଣା ସ୍ୱର ବାହାରୁଥିବ ଯେ ଚାଲିଗଲା ଲୋକ ଠିଆ ହୋଇଯିବ ପହରେ। ଆମେ ସାହିତ୍ୟିକମାନେ ସେହି ପ୍ରକାରର ଲୋକ। ଆମେ ସାହିତ୍ୟିକ ଶ୍ରୀ ରାଧାନାଥ ରଥଙ୍କ ପରି ଯେ କୌଣସି ପରିସ୍ଥିତିରେ ପାଞ୍ଚମିନିଟ୍ ବକ୍ତୃତା ଦେଲା ପରେ ସତକୁ ସତ କାନ୍ଦିପାରୁ-। ଏହା କ'ଣ ଅଭିନୟ ନା ହୃଦୟର ମହତ୍ତ୍ୱ? ଉତ୍ତର ହେଉଛି ଯେ ସାହିତ୍ୟ ସୃଷ୍ଟି ଗୋଟାଏ ପ୍ରକାରର ଅଭିନୟ। ତେଣୁ ପ୍ରଥମ ଥର ଭଲ ଲାଗେ। ଦ୍ୱିତୀୟ ତୃତୀୟ ଥରକୁ କୁଣ୍ତାତସୁ ପରି ଲାଗେ। ଓଡ଼ିଆ ବହିକୁ ଦ୍ୱିତୀୟ ଥର ପାଇଁ ପଢ଼ିଲେ ଜାଣିହୁଏ ଯେ ଲେଖକ ମଣିଷ ନୁହେଁ–ସିଏ ଗୋଟାଏ କଳ ଅବା କେଁକଟର ଶଦ୍ଦ କରୁଥିବା ଶଗଡ଼ଟିଏ କି ପୁରୁଣା ସାଇକଲ୍ ଅବା ମଟରଟିଏ। ପ୍ରାଣହୀନ ଲେଖକ ତାହାର ନିରସ ମନ ନେଇ ସାହିତ୍ୟର ଅଭିନୟ କରେ। ପ୍ରତ୍ୟେକ ଚଡ଼ଡାଳିକା ଜୀବନରେ ମଣିଷ ତାହାର ଅଭ୍ୟାସ ଯୋଗୁଁ କେମିତି କାମ କରି ଚାଲିଥାଏ। ସ୍ୱାମୀର ସ୍ତ୍ରୀ, ସ୍ତ୍ରୀର ସ୍ୱାମୀ, ବାପମାଙ୍କର ପିଲା ଅବା ଆମର ନିତିଦିନିଆ ଦେହଘସା ରୋଷେଇ, ଘର ପହଁରା, ଚଉରା ପୂଜା, ସନ୍ଧ୍ୟା ଆହ୍ନିକ ପରି ଶୁଷ୍କତା ବିଷର୍ଣ୍ଣତା ଆଉ ହୃଦୟହୀନତାରେ ଭରା ଅସଂଖ୍ୟ ପ୍ରକାରର କାମ ପରି ସାହିତ୍ୟ ମଧ୍ୟ ଗୋଟିଏ। ଏହି ସାହିତ୍ୟର ସେବା କୋଥଳି ନିର୍ମାଲ୍ୟ ସେବା ପରି ଯେମିତି ସୁଖପ୍ରଦ ସେମିତି ଲାଭପ୍ରଦ। ଅଭ୍ୟାସର ଟାଣରେ କଲମ ଚାଲିଯାଏ ଗାଈ ଦୁହିଁଲା ପରି ଅବା ପିଲାର ପାଠଘୋଷା ପରି। ଏଥରୁ ଜୀବନର ଚିତ୍ର କିଏ ବା କିପରି କାଢ଼ିବ? ବିଭିନ୍ନ ଜୀବନ୍ତ ଲୋକଙ୍କର ଜୀବନର ହସକାନ୍ଦ ଦିଆ ହୋଇ ଯେଉଁ ଚିତ୍ର ଯିଏ ଆଙ୍କେ ସେତକ ହୁଏ ସାହିତ୍ୟ। ଆଉ ସେହି ଚିତ୍ରର ଯାପାନୀ ନକଲ ଯିଏ ବସି ବସି କରୁଥାଏ ସେ ବି ସାହିତ୍ୟିକ। ମଟର ଡ୍ରାଇଭର ଓ ମଟର ମାଲିକକୁ ବାରିଦେବା ଯେପରି କଷ୍ଟକର ଠିକ୍ ସେମିତି ସାହିତ୍ୟିକ ଓ ରଚନାକାରକୁ ବାରିବା କଷ୍ଟକର। ଓଡ଼ିଆ ସାହିତ୍ୟ ଯେ ଆମ ଓଡ଼ିଆ ପାଠକଙ୍କୁ ଅନୁପ୍ରାଣିତ କଲା ନାହିଁ ତାହାର କାରଣ ହେଲା ଏତିକି। ମିଛୁଆ ହାତରେ ମିଛ